ଶଶୀ ହାତରେ ସ୍ୱର୍ଗର ଚାନ୍ଦ ପାଇଲା। ସେ ଜଗନ୍ନାଥର କୋଳରେ ଢଳିପଡ଼ିଲା। ଆଜି ତାହାର ସସସ୍ତ ବେଦନାର ଅବସାନ ହୋଇଛି, କିନ୍ତୁ ମୁଖ ଫିଟିଲା ନାଇଁ। ଶଶୀ ପୂର୍ବବତ୍ ମୂକ ଓ ବଧିର। ଜଗନ୍ନାଥ ଉଠିଗଲେ। ଶଶୀର ଆତ୍ମାଜ୍ଞାନ ଉଦୟ ହେଲା। କ୍ଷୋଭ ଓ ଲଜ୍ଜାରେ ତାହାର ସର୍ବାଙ୍ଗ ରୋମାଞ୍ଚିତ ହୋଇଉଠିଲା। ସେ ଜଗତକୁ ଘୂର୍ଣ୍ଣାୟମାନ ଦେଖିଲା। ସାରାଜଗତଟା ତାହାର ନିକଟରେ ଏକ ଅପୂର୍ବ ଭୟାନକ ରହସ୍ୟମୟ ବୋଧହେଲା। ଆକାଶକୁ ଅନାଇ ଦେଖିଲା, ସେଠାରେ ଜଗନ୍ନାଥଙ୍କର ଛବି, ପୁଷ୍କରିଣୀର ଗଭୀର ସ୍ୱଛ ଜଳରେ ଜଗନ୍ନାଥ, ହୃଦୟ ଭିତରେ ଦେବତାର ଆସନରେ ଉପବିଷ୍ଟ ସେ, ତାହାର ଜଗନ୍ନାଥ ସପ୍ତମ ପଟ ନମ୍ୱର ଧର୍ମ୍ମତାଲା ଷ୍ଟ୍ରିଟ୍ ଘର। ଘରଟି ଏକ−ତଳ ବିଶିଷ୍ଟ। ଦ୍ୱାର ସମ୍ମୁଖରେ ଗୋଟିଏ ମ ବର୍ଷୀୟା ବାଳିକା ଦୁଇଟି କ୍ଷୁଦ୍ର ବାଳିକାଙ୍କ ସଙ୍ଗେ ଖେଳୁଅଛି। ବାଳିକାଟିର ଚେହେରା ବେଶ୍ ସୁନ୍ଦର-। ପାତଳ ଶରୀର। ଅପେକ୍ଷାକୃତ ଲମ୍ୱା ମୁଖ। ସରୁ ସରୁ ଲମ୍ୱ ଲମ୍ୱ ଆଖି। ଦ୍ୱିତୀୟା ଚନ୍ଦ୍ରପରି ଭ୍ରୂ। ସରୁ ନାକ। ବର୍ଣ୍ଣ ଗୌରଶ୍ୟାମ। ଓଠ ଦୁଇଟି ଖୁବ୍ ପାତାଳ। ଛୋଟ ହାତ ଗୋଡ଼। ସରୁ ସରୁ ଅଙ୍ଗୁଳି। ସୁନ୍ଦର ଦନ୍ତପନ୍ତି। ଠିକ୍ ମୁକ୍ତା ପରି। ଅନ୍ୟ ଦୁଇଟି ବାଳିକାଙ୍କ ମଧ୍ୟରେ ଜଣେ ଦୁଇବର୍ଷର ଶିଶୁକନ୍ୟା। ଅପରଟିର ବୟସ ପାଞ୍ଚବର୍ଷ ହେବ। ସେ ଦୁଇଜଣ ଦଖିବାକୁ ବଡ଼ଠାରୁ ଅଧିକ ସୁନ୍ଦର ଓ ଗୌରବର୍ଣ୍ଣ। ବାଳିକା ତିନୋଟି ଚୀନା ମାଟିର କଣ୍ଡେଇ ଓ ବାସନ ନେଇ ଭାତ ରନ୍ଧାରନ୍ଧିରେ ବ୍ୟସ୍ତ। ପରସ୍ପର ଭିତରେ ମିଛି ମିଛିକା ବିଭାଘରର ଆୟୋଜନ। ପୁଅ ସହିତ ଝିଅର ବିଭା ଦେବାରେ ବ୍ୟସ୍ତ। ଭୋଜୀର ଆୟୋଜମ ପାଇ ଇତସ୍ତତଃ ଚାଉଳ, ଡାଲି ଓ ଲୁଣ ପଡ଼ିଛି। ଏଣେ ତେଣେ ଖାଲି ଦିଆସିଲି ବାକ୍ସ ବିଛାଡ଼ି ହୋଇ ପଡ଼ିଛି।। ଟିକିଟିକି ଛିଣ୍ଡା କନା, ଛୋଟ ଛୋଟ କୁର୍ତ୍ତା, ସାୟା, ସେମିଜ୍ ଇତ୍ୟାଦି ତଳେ ପଡ଼ିଛି। ସେ ସବୁ ଯତ୍ନରେ ସଜଡ଼ାସଜଡ଼ି ଲାଗିଛି। ବଡ଼ ବାଳିକା ଦୁଇଟିର ସ୍ୱଭାବ ବେଶ୍ ଶାନ୍ତ। କିନ୍ତୁ ସବୁଠାରୁ ସାନଟି କ୍ଷଣେ କ୍ଷଣେ ଏଣେ ତେଣେ ଗୁରୁଣ୍ଡି ଗୁରୁଣ୍ଡି ଏଇଟା ସେଇଟା ଧରି ବଡ଼ ଭଉଣୀମାନଙ୍କୁ ବିରକ୍ତ କରିବାରେ ଲାଗିଛି। ସେମାନଙ୍କର ଅତି ଯତ୍ନର ସଂସାରଟିକୁ ମାଟି କରିବାରେ ଲାଗିଛି। ବଡ଼ଟିର ନାମ ଲଳିତା। ହେମଲତା ଓ ଲଳିତା ବର୍ତ୍ତମାନ ପରସ୍ପରର ସମୁଦୁଣୀ। ଲଳିତାର ପୁଅ, ହେମଲତାର ଝିଅ। ହେମ ସେଥିପାଇଁ କନ୍ୟାର ସାଜସଜ୍ଜା ନେଇ ବ୍ୟସ୍ତ। କନ୍ୟାଟି ରୀତିମତ ପୋଷାକ ପିନ୍ଧି କ୍ଷୁଦ୍ର ସାଗୁଆନ କାଠ ନିର୍ମିତ ସୁଆରୀରେ ବସିଲାଣି। ବରର ସାଜ ଆରମ୍ଭ ହେଉଛି-। ଲଳିତା ବରଟିକୁ ହାତରେ ଧରି ବୋହୂକୁ କଣ ଦେବ ବୋଲି ହେମ ସହିତ ବିଚାର କରୁଛି। ହେମ ମାଗୁଛି ସୁନାଚୁଡ଼ି। ନିଜେ ସୁନା ବାଲା ହଳେ ଦେଉଛି। ଏପରି ସମୟରେ ହଠାତ୍ ଦୁଷ୍ଟ ବନଲତା ଗୁରୁଣ୍ଡି ଗୁରୁଣ୍ଡି ଆସି ବାକ୍ସ ସୁଆରୀ ମଧ୍ୟରୁ କନ୍ୟାଟିକୁ ତୋଳି ନେଇଗଲା। ଏଣେ ହେମ ମହାବ୍ୟସ୍ତ ହୋଇ ବନଲତା ପଛରେ ଧାଇଁଛି। ବନ କିନ୍ତୁ ଶୁଣୁନାହିଁ। ପଛକୁ ବି ଚାହୁଁ ନାହିଁ। ସବଳେ କନ୍ୟାଟିକୁ ହାତରେ ଚାପି ଧରି ଆନନ୍ଦରେ କୁହାଟ ମାରି ହସୁଛି। ସତେ ଯେପରି ସେ ରାଜ୍ୟ ଜୟକରି ଆଣିଛି। ବଡ଼ କଷ୍ଟରେ ଲଳିତା ଆସି ବନଲତା ହାତରୁ କନ୍ୟାଟିକୁ ଉଦ୍ଧାର କଲା। ସେତେବେଳକୁ ତାର ବେଶଭୂଷା ସବୁ ଟଣା ଓଟରା ହୋଇ ସରିଲାଣି। ସତେ ଯେପରି କିଛି ଗୋଟାଏ ବଡ଼ ଦୁଃଖ ଘଟି ଯାଇଛି। ହେମ ବଡ଼ ବ୍ୟସ୍ତ ହୋଇ ପୁଣି କନ୍ୟାକୁ ସଜାଡ଼ିବାରେ ଲାଗିଛି। କିନ୍ତୁ ଏଣେ ପୁଣି ଦୁଷ୍ଟ ବନଟା ଗୁରୁଣ୍ଡି ଗୁରୁଣ୍ଡି ଯାଇ ଲଲିତା ଓ ହେମର ସବୁ ମେଲା ହୋଇଥିବା ଜିନିଷପତ୍ର ଟାଣିଟୁଣି ଏକବାର ଲଣ୍ଡଭଣ୍ଡ କରି ଦେଲା। ଏଇଟା ଛଡ଼ାଇଲେ ସେଇଟା ନେଇ ପଳାଉଛି। ଲଲିତା ଓ ହେମ ବଡ଼ ଧନ୍ଦାରେ ପଡ଼ିଗଲେ। ଶେଷକୁ ହେମ ପିତୁଳା ଥୋଇଦେଇ ଦୁଷ୍ଟା ବନକୁ ବଳପୂର୍ବକ କାଖରେ ଚାପି ଧରିଲା। ତାପରେ ସବୁ ଖେଳନା ସାଉଁଟିବାରେ ଲାଗିଲା। ଆଜି ତାଙ୍କର ସମାରୋହର ବିଭାଘର ଏଇଠି ଶେଷ। କିନ୍ତୁ ବନ ଚୁପ୍ ହେଲାନି। ସେ ଚିତ୍କାର କରି କାନ୍ଦ ଘରେ ଫଟାଇବାକୁ ଲାଗିଲା। ତାହାର କ୍ରନ୍ଦନ ଧ୍ୱନୀରେ ଭିତର ଘରୁ ଜଣେ ସ୍ତ୍ରୀଲୋକ ଦୌଡ଼ି ଆସିଲେ। ସୋନାନଙ୍କର ଅବସ୍ଥା ଦେଖି ଘଟଣାଟି ବୁଝିବାକୁ ତାଙ୍କୁ ମୂହୂର୍ତ୍ତେ ମାତ୍ର ବିଳମ୍ୱ ହେଲାନି।